ନା, ତମେ କର। ମୁଁ ତ ଗୋଟାଏ ବୁଢ଼ୀ। ମନଟା ବି ଭଲ ନାହିଁ। କ'ଣ ଆଉ ଘଟିଲା କି? ସେପରି କିଛି ନୁହେଁ। ସ୍କାର୍ଫଟି ଶେଷ ହୋଇପାରିଲା ନାହିଁ। ଉଲର ଦୁଇଟା ବଲ ଖୋଜି ପାଉନି। କୁଆଡ଼େ ଉଡ଼ିଯାଇଥିବ ଏ ଯେଉଁ ଝଡ଼, ପରେ ହୁଏତ ପାଇବେ। ବର୍ଷା ଚାହା ସମସ୍ତଙ୍କୁ ଦେଲା। ରଘୁନାଥ କହିଲା, ଉପରର ଗୋଟାଏ ପରଦା କିଏ ଖୋଲିନେଇଛି। ଫଟିକ୍ କହିଲା, କେଉଁ ଘରର? ଗାଧୋଇବା ଘରର। କି ପ୍ରକାର ପରଦା? ଲାଲ ସିଲ୍କର। ପରଦାରେ ଖୁନ୍ କରିବାର ଅସମ୍ଭବ, ତେଣୁ ସେ ବିଷୟ ତମେ ଚିନ୍ତା କରନା। ତାହା ଠିକ୍, ସାର୍! ରଘୁନାଥ ଚାଲିଗଲା। ସମସ୍ତଙ୍କ ମନରେ ପୁଣି ସନ୍ଦେହର ଛାୟା ଘନୀଭୂତ ହେଲା। ରାତି ଖାଇବା ଶେଷ ହେଲା। ସମସ୍ତେ ଉଠିଯିବେ ଶୋଇବାକୁ। ମାଧବ ଠିଆହେଲା। ଧୀରେ ଧୀରେ ଫଟୋ ଷ୍ଟାଣ୍ଡ ପାଖରୁ ବାହାର କଲା ତାସ୍ ମୁଠାକ। ସମସ୍ତେ ଉଦ୍ଗ୍ରୀବ ହେଲେ। ତେବେ ଆମେ ସାତ ଜଣ? ମାଧବ ଫେଣ୍ଟିଦେଇ ସାତ ଜଣଙ୍କ ଭିତରେ ବାଣ୍ଟିଦେଲା। ତା ପରେ ସମସ୍ତେ ଯେଝା ତାସ୍ ଦେଖିଲେ। କ୍ରମେ ସମସ୍ତେ ସୁସ୍ଥ ହୋଇଉଠିଲେ। କେହି କାହାକୁ କିଛି କହିଲେ ନାହିଁ। ରଘୁନାଥର ତାସ୍ ଟେବୁଲ କୋଣରେ ପଡ଼ିରହିଲା। ରଘୁନାଥ ଜିନିଷପତ୍ର ସଜାଡ଼ି ଆଲୋକ ଲିଭାଇଦେଲା। ଚାବି ଲଗାଇଲା। ନିଜ ଘର ପରୀକ୍ଷା କଲା। ତା ପରେ ସେ ହଠାତ୍ ଦେଖିଲା ବିଛଣା ଉପରେ ଇସ୍କାପାନ ବିବିର କାର୍ଡ଼! ମାଧବ ସବୁଦିନ ଡେରିରେ ଉଠେ ଏବଂ ବିଛଣାରେ ଚେଇଁ ଶୋଇବାର ଅଭ୍ୟାସ ତାହାର ପୁରାତନ। ସେ ଝରକାରେ ଦେଖିଲା ଯେ ବର୍ଷା ଥମିଛି ଏବଂ ପବନର ବେଗ କମିଛି। ସେ ପୁଣି ତକିଆରେ ମୁହଁ ଗୁଞ୍ଜି ଶୋଇପଡ଼ିଲା। ପୁଣି ଝଡ଼ ଉଠିଲା। ମାଧବ ଘଡ଼ିକୁ ଅନାଇ ଦେଖେ ସାଢ଼େ ନଅଟା। ସେ ଉଠି ଠିଆହେଲା। କବାଟ ଖୋଲିଲା। ହଠାତ୍ ଘର ଫଟୋ ଷ୍ଟାଣ୍ଡ ପାଖରେ ସେହି କଥାଟା ପୁଣି ପଢ଼ିଲା, ଇସ୍କାପାନ ବିବି, ଆମେ ସବୁ ଛଅ ଜଣ ମେମ୍ ସାହେବ ବିବି। ଦୁଇ ଥର ଆଖି ରଗଡ଼ିଲା ମାଧବ। ସାତଟା ପୁଣି ଛଅ ହେଲା କିପରି! କ'ଣ ଭୌତିକ କାଣ୍ଡ! ଘରେ ଶୋଇଥିଲା ସେ। ଏପରି କିଏ ବଦଳାଇଯିବ, ସେ ଜାଣିପାରିଲାନି କିପରି? ସେ ଚଞ୍ଚଳ ହେଲା। ଜାଣିବାକୁ ଇଚ୍ଛା ହେଲା, କ'ଣ ଘଟଣା ଘଟିଲା କି? ସେ ଫଟିକ୍ ଘର ସାମ୍ନାରେ ଆଘାତ କରି କହିଲା, କିହୋ, ବହୁତ ସମୟ ଶୋଇଲ ଯେ! ଫଟିକ୍ କବାଟ ଫିଟାଇ କହିଲା, ଘଟଣା କ'ଣ? ମାଧବ କହିଲା, କେତେଟା ବାଜିଛି ଦେଖିଲଣି! ଫଟିକ୍ ଦେଖିଲା ଦଶଟା ବାଜିବାକୁ ପଚିଶ ମିନିଟ୍ ବାକି। ମାଧବ ପୁଣି ପଚାରିଲା, ରଘୁନାଥ ଚାହା ଆଣି ଦେଇଛି? ନା ତ, ଗଲା କୁଆଡ଼େ? କାହିଁ ସେ? କ'ଣ କହୁଛ ତମେ? ରଘୁନାଥ ନାହିଁ। ଦ୍ଵୀପଟା ଛାଡ଼ି ପଳାଇଗଲା ନା କ'ଣ? ଆଚ୍ଛା ଭାଇ ମାଧବ, ତମେ ଅନ୍ୟମାନଙ୍କୁ ଖବର ଦିଅ। ମୁଁ ଏଇ ପ୍ରସ୍ତୁତ ହୋଇ ବାହାରୁଛି, କହିଲା ଫଟିକ୍। ଡାକ୍ତର ପ୍ରାତରାଶ ପାଇଁ ପ୍ରସ୍ତୁତ ହେଉଥିଲେ। ଜଜ୍ ବୁଢ଼ା ମହାଜନ ନିଦରେ ଶୋଇଥିଲେ। ଡାକରେ ଉଠିଲେ। ବର୍ଷା ପ୍ରସ୍ତୁତ ହେଲା। ବିନୋଦିନୀଙ୍କ ଘର ଖାଲି। ଟିକିଏ ପରେ ମହାଜନଙ୍କ ଛଡ଼ା ଅନ୍ୟ ସମସ୍ତେ ରଘୁନାଥକୁ ଖୋଜିବାକୁ ଲାଗିଲେ। ରଘୁନାଥର ଘରଟି ଦେଖାଗଲା। ବିଛଣାଟି ଇତସ୍ତତଃ ହୋଇ ପଡ଼ିଛି। କୋଣରେ ଦାଢ଼ି ଖିଅର ପାଇଁ ଜିନିଷ ରହିଛି। ବ୍ରସ୍ ଟା ଭିଜା। ରଘୁନାଥ ଏହି ଘରେ ରାତିରେ ଶୋଇଥିଲା। ନିଦରୁ ଉଠି ଦାଢ଼ି କାଟି ତଳକୁ ଚାଲିଯାଇଛି। ସମସ୍ତେ ବାହାର ବାରଣ୍ଡାକୁ ଗଲେ। ଦେଖାଗଲା ଯେ ଶ୍ରୀମତୀ ବିନୋଦିନୀ ବାହାରୁ ବୁଲି ଫେରୁଛନ୍ତି। ସମୁଦ୍ରର ଅବସ୍ଥା ବଡ଼ ଖରାପ। ଆଜି ଆଉ ବୋଟ ଆସିବାର ସମ୍ଭାବନା ନାହିଁ। ଫଟିକ୍ କହିଉଠିଲା, ଆପଣ ଏ ଝଡ଼ରେ ବାହାରକୁ ବାହାରି ଯାଇପାରିଲେ କିପରି? ମୁଁ ବେଶ୍ ହୁସିଆର। ମାଧବ କହିଉଠିଲା, ଆଚ୍ଛା, ରଘୁନାଥକୁ ଦେଖିଛନ୍ତି? ନା, ସକାଳୁ ମୁଁ ତାକୁ ଦେଖିନାହିଁ। ଓପରୁ ଓହ୍ଲାଇ ଆସିଲେ ବିଚାରପତି ମହାଜନ। ବେଶ୍ ଫିଟଫାଟ। ସେ ଖାଇବା ଘର ଭିତରେ ପାଦ ଦେଇ କହିଲେ, ରଘୁନାଥ ତ ପ୍ରାତରାଶ ପାଇଁ ସୁନ୍ଦର ଟେବୁଲ ସଜାଇଛି। ସମସ୍ତେ ଦେଖିଲେ, ସତ ତ! ସୁନ୍ଦର ସଜା ହୋଇଛି। ବର୍ଷା ହଠାତ୍ ଚମକିଉଠିଲା।